ପାନପତ୍ର ପରି ମୁହଁ, ତପ୍ତ କାଞ୍ଚନ ବର୍ଣ୍ଣର ରଙ୍ଗ, ଆଖି ଦୁଇଟି ଯେମିତି କାଳର କୌଣସି ସ୍ପର୍ଶକୁ ଭ୍ରୂକ୍ଷେପ କରୁନାହିଁ-। ଯୌବନରେ ସେ ଯେ ଭୁବନମୋହିନୀ ସୁନ୍ଦରୀ ଥିଲେ, ଏଥିରେ ଆଉ ତିଳେମାତ୍ର ସନ୍ଦେହ ନାହିଁ-। ଏଥର ତା'ର ଭାବନାକୁ ଭାଙ୍ଗି ସେହି ମହିଳା ଜଣକ କହିଲେ, ଚୁଡ଼ି ନବ ପୁଅ? ମାପ ଆଣିଛ? ଆସ ଭିତରକୁ ଆସ। ଯନ୍ତ୍ରଚାଳିତ ପରି ସୁରେନ୍ଦ୍ର ତା' ପଛେ ପଛେ ଚାଲିଲା। କ'ଣ କହିବ କହିବ ବୋଲି କଣ୍ଠ ତାହାର ଫିଟି ପାରୁ ନ ଥିଲା। ଚୁଡ଼ିର ପସରା ଖୋଲି ଦେଇ ଏଥର ମହିଳା ଜଣକ କହିଲେ, ହେଇ ଦେଖ, ଏ ଚୁଡ଼ି ମୁଠାକ। ମେହେନ୍ଦି ରଙ୍ଗର ବଜାରକୁ ନୂଆ ଆସିଛି। ବୋହୂ ପାଇଁ ନବ ନାଁ। ତା'ର ମେହେନ୍ଦିକରା ହାତକୁ ବେଶ୍ ମାନିବ। ସୁରେନ୍ଦ୍ର ସେମିତି ଚାହିଁଚି। ଆଚ୍ଛା, ଏ ମୁଠାକ ଦେଖ ତ। କଳା ରଙ୍ଗ ଉପରେ କିଛି କିଛି ଜରି କାମ ହୋଇଛି। ୟାର ଚାହିଦା ମଧ୍ୟ ବଜାରରେ କିଛି କମ୍ ନୁହେଁ, ସବୁ ନାଚ ଥିଏଟରରେ ଏହି ଚୁଡ଼ି ପିନ୍ଧିଥିବା ନାୟିକା ଦେଖିବ, ବୋହୂ ମୋ'ର ଗୋରା ତ? ତା' ହେଲେ ଏ ଚୁଡ଼ି ମୁଠାକ ତ ଚମତ୍କାର ମାନିବ। ଏ ଦୁଇଟା ତେବେ ପସନ୍ଦ ହେଲାନି, ନାଁ? ଆଚ୍ଛା, ଏ ମୁଠାକ ଦେଖ ତ, ଆସମାନି ରଙ୍ଗର ସରୁ ପ୍ଲେନ ଚୁଡ଼ି। ଅଭିଆଡ଼ୀ ଝିଅମାଙ୍କର ଏ ଚୁଡ଼ିକୁ ଆଦର ବେଶୀ, ଦାମ୍ ମଧ୍ୟ ଖୁବ୍ କମ୍-। ସୁରେନ୍ଦ୍ରର ମୁହଁ ଗମ୍ଭୀର ହୋଇ ଉଠିଚି। ମୁଣ୍ଡ ବଥେଇ ଉଠୁଛି, କେଉଁଠିକି ଆସିଛି ସେ-? ଆଉ କ'ଣ ମଧ୍ୟ ଶୁଣୁଛି? କେତେ ଆଶାରେ ସେ ଆସିଥିଲା। ତା'ର ଲୋଡ଼ା ହଳଦିଆ କୋଠା ମୟୂରକଣ୍ଠୀ ପର୍ଦ୍ଦା। ଆଉ-. ଆଉ-. ମହିଳା ଜଣକ ସୁରେନ୍ଦ୍ରକୁ ଦୃକ୍ପାତ ନ କରି, ତା'ର ପସରାକୁ ଗୋଟେଇ ନେଇ କହିଲା-. ଏସବୁ ତେବେ ପସନ୍ଦ ହେଲାନି, ନୁହେଁ? ତେବେ ଏଇଟା ଦେଖ ତ, ସୁନା ଚୁଡ଼ି ପରି ଝଟକୁଛି। ତା' ଉପରେ ଇମିଟେସନ ପଥର ଖଚିତ ହୋଇଛି। ଏଇଟା ଏକଦମ୍ ଲେଟେଷ୍ଟ ଡିଜାଇନ୍। ଅବଶ୍ୟ ଦାମ୍ ଟିକେ ବେଶୀ ପଡ଼ିବ। ତେବେ ବ୍ୟସ୍ତ ହୁଅନା ପୁଅ। ମୁଁ ଲାଭଖୋର ବ୍ୟବସାୟୀ ନୁହେଁ। ଖାଲି ପେଟପାଟଣା ପାଇଁ। ସୁରେନ୍ଦ୍ର ଏଥର ତା'ର ସମସ୍ତ ଶକ୍ତି ଖଟାଇ, ମନ ପ୍ରାଣ ଓ ଚିନ୍ତାକୁ ଏକାଠି କଲା। ଶକ୍ତ ହୋଇ କହିଲା-ନାଁ ମା, ମୁଁ ଚୁଡ଼ିପାଇଁ ଆସିନି। ଏଁ ଚୁଡ଼ିପାଇଁ ଆସିନୁ? ଆଉ ତେବେ କି କାମ ତୋ'ର ଏଠି ଅଛି? ମହିଳା ଜଣକ ରାଗରେ ଗର ଗର ହୋଇ ମେଲେଇ ରଖିଥିବା ସମସ୍ତ ଚୁଡ଼ିର ପସରାକୁ ଯଥାସ୍ଥାନ କରିବାରେ ତତ୍ପର ହେଲା। ସୁରେନ୍ଦ୍ର ମହିଳାକୁ ସେମିତି ଚାହିଁ, ନିଜକୁ ଆହୁରି ଦୃଢ଼ କଲା। ଏବେ ବି ସେହି ରୁଦ୍ଧ ଦରଜାରେ କରାଘାତ। ଶୁଭୁଛି ତାକୁ ଉନ୍ମକ୍ତ କରିବାକୁ ହେବ, ହେବ,। ସେ ଅବଶେଷରେ କହିଲା, ଗୋଟିଏ କଥା ପଚାରିବି, କହିବ? ଚୁଡ଼ିବାଲୀ ନାରୀଟି ଏଥର ଆଖି ଉଠାଇ ସୁରେନ୍ଦ୍ରକୁ କଟମଟ କରି ଚାହିଁଲା। ସୁରେନ୍ଦ୍ରର ଆଖି ସହ ତା'ର ଆଖି ମିଶିଗଲା। ସେ ଯେମିତି ସହସା ଚମକି ପଡ଼ିଲା। ଏ ଚମକ କାହିଁକି? ଏ ଲୋକ କିଏ? ଚୁଡ଼ି କିଣନ୍ତି ସମସ୍ତେ- ମାତ୍ର କଥା, କଥା କିଏ ପଚାରେ? ଏ ଲୋକଟା- ଏ- ଲୋକଟା- ସୁରେନ୍ଦ୍ର ଦେଖିଲା- ସେଇ କଳା ଭଅଁର ପରି ଢଳଢଳ ସେହି କାଳଜୟୀ